ଜବ୍ସଙ୍କ ବାସସ୍ଥଳକୁ ଦୁଇ ଥର ଭ୍ରମଣ ପାଇଁ ଯାଇଥିଲେ। ସେ ତାଙ୍କ ସ୍ମୃତିକଥାରେ ଦର୍ଶାଇଥିଲେ ଯେସେହି ବାସଗୃହର ସ୍ମୃତିରେ ତାଙ୍କର ଜବ୍ସଙ୍କ ବହିପଢ଼ିବା ଏବଂ ତାଙ୍କୁ ଏହା ପଢ଼ିବା ପାଇଁ ଦେବାଜବ୍ସଙ୍କ ପାଶ୍ଚାତ୍ୟ ସଂଗୀତ ଶୁଣିବାଏବଂ ଏକ ଜାପାନୀ ତକିଆରେ ତପସ୍ୟା କରିବା କେବେ ଭୁଲି ନାହାନ୍ତି। ବର୍ନାନ ଅନୁଭବ କରିବାକୁ ପାଇଥିଲେ ଯେ ଜବ୍ସ ତାଙ୍କ ପ୍ରତି ଟିକେ ଦୁରସ୍ଥ ଏବଂ ନିଷେଧର୍ଥକ ରହିଥିଲେ। ବର୍ନାନ ନିଜ ସ୍ମୃତିକଥାରେ ଦର୍ଶାଇଛନ୍ତି ଯେ ଜବ୍ସ ଭାରତ ଗ୍ରସ୍ତ ପୂର୍ବରୁ ତାଙ୍କ ସହ ଦେଖା ହୋଇଥିଲେ ଏବଂ ସେ ତାଙ୍କୁ ଏକ ଶହ ଡଲାର୍ ଦେଇଥିଲେ ସେ ଏହାକୁ ଅଟାରୀରେ ରହି କାମ କରୁୁଥିବା ସମୟରେ ଏହା ରୋଜଗାର କରିଛନ୍ତି ବୋଲି ଦର୍ଶାଇ ଥିଲେ। କିନ୍ତୁ ବର୍ନାନ ଏହା ଗ୍ରହଣ କରିନଥିଲେ। ଜବ୍ସ ଉଣେଇଶ ଶହ ଚଉସ୍ତରୀ ମସିହା ମଧ୍ୟଭାଗରେ ନିଜ ବନ୍ଧୁ ଷ୍ଟେବେ କଟୋକେଙ୍କ ସହ ପରାମର୍ଥିକ ସନ୍ଧାନରେ ଭାରତର କାଁଚି ଥରେ ଥିବାନିମ କରାଳି ବାବାଙ୍କ ଆଶ୍ରମ ଭ୍ରମଣ ପାଇଁ ଯାଇଥିଲେ ଓ ସେ ସେଠାରେ ତାଙ୍କୁ ଦେଖା କରିଥିଲେ। ଯେତେବେଳେ ସେ ନିମ କରାଳି ଆଶ୍ରମରେ ପହଁଚିଲେସେଠାକାର ପରିବେଶ ମରୁଭୂମି ସଦୃଶ୍ୟ ହୋଇ ଯାଇଥିଲା। କାରଣ ନିମ୍ କରାଳି ବାବା ମସିହା ସେପ୍ଟେମ୍ବରରେ ଇହାଧ୍ୟମ ତ୍ୟାଗ କରି ଦେଇଥିଲେ। ଏହା ପରେ ସେମାନେ ସେଠୁ ହାଇଦଖାନ ବାବାଜିଙ୍କ ଆଶ୍ରମକୁ ଯିବା ପାଇଁ ବାହାରି ଥିଲେ। ସେମାନେ ଯାତ୍ରା ସମୟର ଅତ୍ୟଧିକ ସମୟ ବାସରେ ହିଁ ବତାଇ ବିତାଇ ଥିଲେ। ଏହି ମଧ୍ୟରେ ସେ ଦିଲ୍ଲୀ ଉତ୍ତରପ୍ରଦେଶଏବଂ ହିମାଚଳ ପ୍ରଦେଶ ଦେଇ ଭ୍ରମଣ କରିଥିଲେ। ସାତମାସ କାଳ ଭାତରେ ରହିବା ପରେ ଜବ୍ସ ଭାରତ ଛାଡି ଅଷ୍ଟ୍ରେଲିଆ ପଳେଇ ଆସିଥିଲେ। ଡାନିଆଲ କୋଟେ ମଧ୍ୟ ତାଙ୍କ ସହ ଅଷ୍ଟ୍ରେଲିଆ ଫେରି ଆସିଥିଲେ। ଜବ୍ସ ଅଷ୍ଟ୍ରେଲିଆ ଆସିଲା ପରେ ତାଙ୍କ ବେଶଭୂଷା ପଡ଼ିବର୍ତନ କରିଦେଇଥିଲେ। ସେ ଖିଅର କରେଇ ହେଇଥିଲେ ଓ ପାରମ୍ପରିକ ଭାରତୀୟ ବସ୍ତ୍ର ପରିଧାନ କରିଥିଲେ। ସେ ତାଙ୍କ ଭାରତ ଗ୍ରସ୍ତ ଓ ଏହି ଆଧ୍ୟାତ୍ମିକ ଅନୁଭୁତିକୁ ପରୀକ୍ଷା ବୋଲି କହିଥିଲେ। ସେ ଏହାକୁ ନିଜ ଜୀବନର ବହୁତ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ଭିତରୁୁ ଅନ୍ୟତମ କହିଥିଲେ। ସେ ଏହା ପରେ ନିଜ ଘରେ କିଛି ସମୟକାଳ ଯାଏଁ ରହିଥିଲେ। ଓ ପରେ ତାଙ୍କୁ ବର୍ନାନ ଯୋଗ ଦେଇ ଥିଲେ। ଏହି ସମୟାନ୍ତରରେ ଜରିଆରେ ଉଭୟ ବେର୍ନାନ ଅବ ଜବ୍ସ ବୋଦ୍ଧିଧର୍ମରେ ପେସାଜୀବୀ ହୋଇ ସାରିଥିଲେ। ଜବ୍ସ ତାଙ୍କ ବରିପଟେ ଥିବା ହାତଜନ଼ତ୍ର ଘରକୁ ଏକ ଶୋଇବା ଘରରେ ପରିଣତ କରି ଦେଇଥିଲେ। ସେ ସେଠାରେ ଏକ ଶୋଇବା ସେଜମୁଣୀକିଛି ବହି ଓ ତାଙ୍କ ତକିଆ ରଖିଥିଲେ। ଜବ୍ସଙ୍କ ପ୍ରାୟତଃ ସମୟ ଆଧ୍ୟାତ୍ମିକ ସାଧନାରେ ଯାଉଥିଲା ପରେ ଜବ୍ସଙ୍କ କହିବନୁଯାଇଯେଉଁମାନେ ତାଙ୍କ ଜୀବନ ଯାପନ ପ୍ରଣାଳୀକୁ ଗ୍ରହଣ କରିପାରୁ ନଥିଲେ ସେମାନେ ଜବ୍ସଙ୍କ ଭାବନା ସହ ମେଳଖାଇ ଚାଲି ପାରିବେ ନାହିଁ। ଏହା ପରେ ଜବ୍ସ ଅଟାରୀକୁ ଫେରି ଆସିଥିଲେ ଓ ନୂଆ ଆରମ୍ଭ କରିବା ପାଇଁ ସେ ସେଠୀ ଏକ ସଭାସମିତି ଗଠନ କରିଥିଲେ। ବୁଶ୍ନେଲଙ୍କ ଅନୁଷାରେ ଅଟାରୀ ପ୍ରତି ପାଇଁ ଏକ ଶହ ଅମେରିକି ଟଂକା ଯୋଗାଇଥିଲେ। ଜବ୍ସ ୱଜିନାକ ଙ୍କସହ ଉଣେଇଶ ଶହ ପଞ୍ଚସ୍ତରୀରେ କମ୍ପୁଟର କ୍ଲବର ସଭାସମିତି ସବୁ ଯୋଗ ଦେବାକୁ ଲାଗିଲେ। ଉଣେଇଶ ଶହ ଛଅସ୍ତରୀରେ ୱଜିନାକ ପ୍ରଥମ କମ୍ପୁଟର ଉଦ୍ଭାବନ କରିଥିଲେ। ସେ ଜବ୍ସଙ୍କୁ ସବୁ ଦର୍ଶାଇ ଥିଲେ। ଜବ୍ସ ୱଜିନାକଙ୍କୁ ଏହା ବିକ୍ରି କରିବା ପାଇଁ କହିଥିଲେ। ଉଭୟ ଜବ୍ସ ଓ ୱଜିନାକ ସହ ମିଶିଜ୍ୱ୍ସାଙ୍କ ସ୍ଥିତ ଘରେ ପ୍ରଥମ ଆପଲ କମ୍ପୁଟର ଉଦ୍ଭାବନ କରିଥିଲେ। ୱେନ ଅଳ୍ପ ସମୟ ପାଇଁ। କାର୍ଯ୍ୟରତ ରହିଥିଲେ ଏବଂ ପରେ ଜବ୍ସ ଏବଂ ୱଜିନାକଙ୍କୁ ମୁଖ୍ୟ ପ୍ରତିଷ୍ଠାତା ରୂପରେ ରଖି କମ୍ପାନୀରୁ ଇସ୍ତଫା ଦେଇଥିଲେ। ଜବ୍ସଙ୍କ ଏକ